ଏଇ କାଠଯୋଡ଼ି ଅନେକ ଦିନର ବିଗତକୁ ଦେଖିଛି, ଅଙ୍ଗେ ନିଭେଇଛି। କାଠଯୋଡ଼ିର ଇତିହାସ, ସମଗ୍ର କଟକ ସହରର ଇତିହାସ କହିଲେ ଅତ୍ୟୁକ୍ତି ହେବନାହିଁ। ଏଇ କାଠଯୋଡ଼ି ନଈ ଦେହରେ ସାଧବ ପୁଅ ତାହାର ବୋଇତ ବାଇ ଧାଇଁ ଯାଉଥିଲା କେଉଁ ବାଲି ଆଉ ଜାଭା ଦ୍ୱୀପକୁ। ଆଜି ହୁଏତ ତାମ୍ରଲିପ୍ତର ଉପକଣ୍ଠରେ ସାଧବ ପୁଅକୁ ବାଣିଜ୍ୟ ପୋତ ନଙ୍ଗର ଟାଣୁନାହିଁ। ତଥାପି ଇତିହାସଟା ଇତିହାସ ହୋଇ ରହିଛି। ଏଇ କାଠଯୋଡ଼ି ନଇବନ୍ଧ ଉପରେ ମୋଗଲ, ମୁସଲମାନ୍, ମରଠା ଆଉ ଇଂରେଜୀମାନଙ୍କର ଘୋଡ଼ ସବାର ସୈନିକ ଧାଡ଼ି ବାନ୍ଧି ପଇଁତରା ମାରିଛନ୍ତି। ସ୍ୱାଧୀନତା ପ୍ରେମୀ ଜାତୀୟ ଆନ୍ଦୋଳନର ନେତାବୃନ୍ଦ ନିଜ ମତବାଦର ବୟାନ କରିଛନ୍ତି। ସବୁ ଶୁଣିଛି ସବୁ ଦେଖିଛି ଏଇ କାଠଯୋଡ଼ି ନଦୀ। କାଠଯୋଡ଼ିର ଯଦି ପାଟି ଫିଟୁଥାଆନ୍ତା-ତେବେ ହୁଏତ ସେ କୁହନ୍ତା, ଏଇ ଦେଖିବାରେ ହିଁ ଆନନ୍ଦ। ଏଇ ଦେଖିବାରେ ହିଁ ଉତ୍ସାହ। ସେହି କାଠଯୋଡ଼ିକୁ ସାକ୍ଷୀ ରଖି ଚାଲିଛନ୍ତି ଲୋପାମୁଦ୍ରା ଆଉ ହେମକାନ୍ତ। ଅଧ୍ୟାପକ ହେମକାନ୍ତର ଲାଳସାସିକ୍ତ ମୁଖମଣ୍ଡଳରେ ଏକ ଅନିର୍ବିଚନୀୟ ମାଦକତାର ସ୍ୱପ୍ନ। ସେ ସ୍ୱପ୍ନକୁ ବୁଝୁନଥିଲା ଲୋପାମୁଦ୍ରା। ଲୋପାମୁଦ୍ରା ଏକ ନୀତିବାଦିନୀ ବାଳିକା। ସେ ଜୀବନର ମୂଲ୍ୟ ବୁଝୁ ନ ଥିଲା। ହେଲେ ଜୀବନର ଯେ ଗୋଟାଏ ସାମଗ୍ରୀକ ମୂଲ୍ୟବୋଧ ରହିଛି-ସେ ବିଷୟରେ ସେ ଥିଲା ସଚେତନ। ଆଉ ସାମାନ୍ୟ ବାଟ ଅତିକ୍ରାନ୍ତ ହେବା ପରେ ଲୋପାମୁଦ୍ରା କହିଥିଲା-''ଆଜି ଆମ ଘରେ ଆପଣଙ୍କ କଥା ପଡ଼ିଥିଲା ହେମକାନ୍ତ ବାବୁ! ମୋର ବାପା ଆପଣଙ୍କର ସହିତ କ'ଣ କଥାବାର୍ତ୍ତା ହେବାକୁ ଇଚ୍ଛା କରୁଥିଲେ। ଗତ କାଲି ତାଙ୍କ ପାଖକୁ ଗୋଟିଏ ଅଭିନବ କେସ୍ ଆସିଛି ସେଥିପାଇଁ ସେ ବିବ୍ରତ। '' ଲୋପାମୁଦ୍ରାର କଥାକୁ ସମର୍ଥନ କରି ବାଟ ଭାଙ୍ଗି ଚାଲିଯାଇଥିଲା ହେମକାନ୍ତ। ସେହି ହେମକାନ୍ତକୁ ଆଜି ଲୋପାମୁଦ୍ରା ଅପମାନ ଦେଇ ଫେରାଇ ଦେଇଛି। ଆଘାତ ଦେଇ ନିଜ ଦୁର୍ବଳ ନୀତିର ବୟାନ କରିଛି। ଉଦ୍ଧତା ଲୋପାମୁଦ୍ରାର ଉପଯୁକ୍ତ ଶାସ୍ତି ଦେବାକୁ ହେବ-। ଯୌବନ ସମ୍ବନ୍ଧରେ ଅନେକ କିଛି ପଢ଼ାଇବାକୁ ହେବ। କିନ୍ତୁ ଯୌବନକୁ ଠିକ୍ ଯୌବନ ଭଳି ବୁଝିଥିଲା ଚନ୍ଦ୍ରାବତୀ। ଆଉ ନିଜର ନିର୍ଜନ କୋଠରୀଟା ଭଲ ଲାଗୁନାହିଁ ଅଧ୍ୟାପକ ହେମକାନ୍ତକୁ। ଉଗ୍ର ଭାବରେ ପଦଚାରଣ କରୁଛି କୋଠରୀର ଚଟାଣ ଉପରେ। ଚନ୍ଦ୍ରାବତୀ ସେଦିନ ଦେହ ଖରାପ ଦେଖି ସାଗୁ ତାଟିଆଟି ଥୋଇ ଦେଇ ଚନ୍ଦ୍ରାବତୀ ଚାଲିଯାଇଥିଲା ସତ, ହେଲେ ସାମାନ୍ୟ କେତେ ଘଣ୍ଟା ପରେ ପୁଣି ଫେରି ଆସିଥିଲା ହେମକାନ୍ତର କୋଠରୀକୁ। ଚନ୍ଦ୍ରାବତୀକୁ ଦେଖିଲେ ହେମକାନ୍ତର ଛାତି ଭିତରେ ଆର୍ଦ୍ରତାର ମର୍ମରିତ ଲଘୁତରଙ୍ଗ ସୃଷ୍ଟି ହେଉଥିଲା। ହେମକାନ୍ତ ଭାବୁଥିଲା ଅନେକ କିଛି। ସେଦିନ ହେମାକନ୍ତର କୋଠରୀକୁ ଚନ୍ଦ୍ରାବତୀ ପୁଣି ପଶି ଆସି କହିଥିଲା-ହେମକାନ୍ତ ବାବୁ! ସାଗୁ ଟିକକ ଖାଇଲେ ତ? ଧୀର ଭାବରେ ମୁଣ୍ଡ ଝୁଙ୍କାଇ ସମର୍ଥନ କରିଥିଲା ହେମକାନ୍ତ। ତଥାପି ଏତିକି ମନରେ ପଡ଼ୁଛି। ଜଣେ ସୈନିକ ଶତ୍ରୁ ଦୁର୍ଗ ଆକ୍ରମଣ କରି ଜୟ କଲେ ଯେଉଁ ଆନନ୍ଦ ପାଏ, ସେହି ଆନନ୍ଦ ଅନୁଭବ କରିଥିଲା ଚନ୍ଦ୍ରାବତୀ। ରୂପବହ୍ନିର ପ୍ରଳୟ ଧୂମାଗ୍ନି ଚନ୍ଦ୍ରାବତୀ। ସେଦିନର ସେହି ଆସିବା ପରେ ହେମକାନ୍ତର କୋଠରୀକୁ ଅବାରିତ ଗତିରେ ଅନେକ ଥର ଆସେ ବନ୍ଦ୍ରାବତୀ। ସେ ଆସିବା ଭିତରେ କାରଣ ନ ଥାଏ, ଯୁକ୍ତି ନ ଥାଏ। ଥାଏ କେବଳ ଏକ ସ୍ୱାଭାବିକ ଆକର୍ଷଣୀ। ହେମକାନ୍ତର ଉତ୍ତାଳ ତାରୁଣ୍ୟ ଯେ ଚନ୍ଦ୍ରାବତୀର ଉପସ୍ଥିତିକୁ କାମନା କରୁ ନ ଥିଲା, ତାହା ନୁହେଁ। ହେଲେ ଲୋକ ମୁଖକୁ